ଦିନେ କହିଲି, ''ଚାଲ ଏକ ସଙ୍ଗରେ ଦୁଇ ଜଣ ହ୍ରଦଆଡ଼େ ବୁଲିଯିବା। ସେ ମୋ ସହିତ ବାହାରକୁ ଆସି କହିଲେ, ''ଚାଲ, ବୁଲିଯିବା। ମୁଁ କେବେ ଜଙ୍ଗଲର ବାହାରକୁ ଯିବି ନାହିଁ। '' ହଁ ଗୋଟିଏ କଥା କହିବାକୁ ଭୁଲିଯାଉଛି, ଏଇ ତରୁଣ ବନ୍ଧୁଙ୍କର ପୋଷାକ ସମ୍ବନ୍ଧରେ-ତାଙ୍କ ପୋଷାକ ରେଶମରେ ତିଆରି ଏବଂ ସାରା ଦେହ ସହିତ ଯେମିତି ଲାଖିକରି ରହିଛି। ସେ ପୋଷାକ କେବେ ଉତାରିବାର ମୁଁ ଦେଖି ନାହିଁ। ମୁଁ ଚାଲୁ ଚାଲୁ ପଚାରିଲି, ''ତୁମେ କ'ଣ ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ? ସେ କହିଲେ, ''ହଁ। '' ''ତୁମେ କେଉଁ ଦେଶରୁ ଏଠାକୁ ଆସିଲ ଏବଂ କିପରି ତୁମର ଏମିତି ଅବସ୍ଥା ହେଲା? '' ''ତୁମେ କହୁନ, କେମିତି ଏ ଅଜଣା ଦ୍ୱୀପକୁ ତୁମେ ଆସିଲ? '' ମୁଁ ମୋ ଜୀବନର ସମସ୍ତ କଥା ଦୁଃଖର ସହିତ ବର୍ଣ୍ଣନା କଲି। ସେ ସମଦୁଃଖୀ ହୋଇ କହିଲେ, ''ତୁମେ ଏତେ କଷ୍ଟ ସହି ଏଠାରେ ରହିଲ କାହିଁକି? ତୁମର ଦେଶକୁ ଫେରି ଯାଇପାରିଥାଆନ୍ତ! '' କହିଲି, ''ତାହା ଯଦି ପାରିଥାନ୍ତି, ତାହାହେଲେ କି ଏମିତି ଭାବରେ ଦିନ ପରେ ଦିନ ଏତେ ଦୁଃଖ କଷ୍ଟରେ କଟାଇଥାନ୍ତି, ବହୁତ ଦିନ ଆଗରୁ ଫେରିଯାଇଥାନ୍ତି। ଜାଣେନା କେମିତି କେଉଁ ପଥ ଦେଇ ଏ ଦେଶରୁ ବାହାରିବାର ରାସ୍ତା ଅଛି। ମୁଁ ତ ଏ ଦେଶର ପଥଘାଟ, ବଣ ଜଙ୍ଗଲ, ପାହାଡ଼ ପର୍ବତ ତନ୍ନ ତନ୍ନ କରି ଅନୁସନ୍ଧାନ କଲିଣି; କିନ୍ତୁ କେଉଁଠି ହେଲେ ପଥର ସନ୍ଧାନ ପାଇଲି ନାହିଁ। ମୋର ମନେହୁଏ, ଯେତେଦିନ ବଞ୍ଚି ରହିବି; ସେତେଦିନଯାଏ ଏଇ ନିର୍ଜନ ଦ୍ୱୀପରେ ନିର୍ବାସିତ ଅବସ୍ଥାରେ ଜୀବନ କଟାଇବାକୁ ହେବ। '' ସେ କହିଲେ ''କାହିଁକି? ତୁମେ ତ ସହଜରେ ଦେଶକୁ ଫେରିଯାଇପାରିବ। ସ୍ୱୀକାର କରୁଛି,-ନଦୀ, ନାଳ, ପର୍ବତ, ବଣ, ଜଙ୍ଗଲ ତୁମର ପଥରୁଦ୍ଧ କରିଛି। କିନ୍ତୁ ଏହି ନୀଳ ଆକାଶର ଅନନ୍ତ ବିସ୍ତାର ତ ତୁମପାଇଁ କେହି ରୋଧ କରିନାହିଁ। ମୋର ମନେହୁଏ, କିଏ ଜାଣେ ତୁମେ କେଉଁ ଅପରାଧ କରିଛ, ସେଇଥିପାଇଁ ତୁମର ଉଡ଼ିବା ଶକ୍ତିରୁ ତୁମେ ବଞ୍ଚିତ। କିନ୍ତୁ ଭାଇ, ତୁମକୁ ଦେଖି ତ ଖୁବ୍ ଭଲ ମଣିଷ ବୋଲି ମନେହୁଏ, ତୁମେ ମୋ ସଙ୍ଗରେ ଏମିତି ବ୍ୟବହାର କରୁଛ ଯେ ମୁଁ କେବେ। କଳ୍ପନା କରିପାରୁ ନାହିଁ ଯେ ତୁମେ ପୁଣି ଅପରାଧ କରିପାର। ମୁଁ ଆଶ୍ଚର୍ଯ୍ୟ ହେଲି, ଏ କ'ଣ କହୁଛନ୍ତି! ପୁଣି ସେ କହିଲେ, ''ତୁମେ କେଉଁ ପାହାଡ଼ରୁ ଓହ୍ଲାଇଲ? '' କହିଲି ''ବନ୍ଧୁ! ତୁମକୁ କହିଛି, ମୁଁ କୌଣସି ପାହାଡ଼ରୁ ଓହ୍ଲାଇ ନାହିଁ। ମୁଁ ସମୁଦ୍ର ଉପରେ ଭାସି ଭାସି ହ୍ରଦର ଏଇ ଦକ୍ଷିଣ ଦିଗରେ ଯେଉଁ ସୁଡ଼ଙ୍ଗ ଦେଖାଯାଉଛି, ଯେଉଁ ସୁଡ଼ଙ୍ଗ ପଥରେ ସମୁଦ୍ରର ଜଳ ଆସି ହ୍ରଦରେ ପ୍ରବେଶ କରିଛି, ମୁଁ ସେହି ପଥ ଦେଇ ଏହି କ୍ଷୁଦ୍ର ନୌକାରେ ଆସିଛି। ଚାଲ, ମୁଁ ତୁମକୁ ମୋର ସେହି ନୌକା ଏବଂ ସୁଡ଼ଙ୍ଗ ପଥ ଦେଖାଇବି। ଆମେ ଦୁଇଜଣ ଚାଲୁଁ ଚାଲୁଁ ହ୍ରଦ ପାଖରେ ଆସି ପହଞ୍ଚିଲୁ ଏବଂ ମୁଁ ତାହାଙ୍କୁ ମୋର ନୌକାଟି ଦେଖାଇଲି। ସେ ଏହା ଏକ ଆଶ୍ଚର୍ଯ୍ୟ ଜିନିଷ ବୋଲି କହି ହସିଲେ। ମୁଁ ନୌକା ଉପରେ ବସି କିଛିବାଟ ହ୍ରଦ ମଧ୍ୟକୁ ଚାଲିଗଲି। ମୋର ନୌକା ଚଳାଇବା ଦେଖି ସେ କହିଲେ, ''ମୋତେ ମଧ୍ୟ ତୁମ ନୌକାକୁ ଉଠାଇନିଅ। '' ତାହାଙ୍କୁ